: କିନ୍ତୁ ସେଗୁଡ଼ା ତ ସେଇ ରାତାରାତି କୁଆଡ଼େ ପଳେଇଗଲେ। ଆଉ ଆମେ ଯାଇ ଦେଖିଲାବେଳକୁ ଦୁଆର କବାଟ ମେଲା, କିନ୍ତୁ ଭିତରେ କେହି ନାହାନ୍ତି। -ମଣ୍ଟୁ କହିଲା।: କିନ୍ତୁ କୁଆଡ଼େ ଗଲେ ସେମାନେ?: ଯୁଆଡ଼େ ଯାଆନ୍ତୁ ହୋ। ସେମିତିକା ବିଧର୍ମୀଗୁଡ଼ା ରହିଲେ କେତେ, ଗଲେ କେତେ-? ବଞ୍ଚିଲେ। କେତେ ମଲେ କେତେ? -ଭରତ ଚରମ ଅଶ୍ରଦ୍ଧାର ସହ ମନ୍ତବ୍ୟ ଦେଲା। ମୁଁ ଦୀର୍ଘଶ୍ୱାସ ନେଲି। ମଣ୍ଟୁକୁ ସେଇଠି ବିଦାୟ ଦେଇ କହିଲି, "ତୁମେ ଯାଅ, ମୁଁ ଏଇଠୁ ଚାଲି ଚାଲି ଯାଇପାରିବି। " ମଣ୍ଟୁ ତା ମଟରସାଇକେଲରେ ବସି ବୀରଦର୍ପରେ ମୁଣ୍ଡ ସାଉଁଳେଇଲା ଓ ପିଁ କିନା ଗାଡ଼ି ଛୁଟେଇ ଚାଲିଗଲା। ଯିବା ଆଗରୁ ଭରତକୁ କହିଲା, "ସଂଜବେଳକୁ ମଣ୍ଡପକୁ ଆସିବୁ। ଦେଉଳ ପ୍ରତିଷ୍ଠା କଥା ଆଲୋଚନା ହେବ। ହୋମ ଯଜ୍ଞ ନକଲେ ସେ ମନ୍ଦିର ପ୍ରତିଷ୍ଠା ହୋଇପାରିବ ନାହିଁ। ' ମୁଁ ଜାଣି ଜାଣି ରହିମ୍ର ଦୋକାନବାଟ ଦେଇ ଫେରିଲି। କେନାଲ ବନ୍ଧ ଉପରେ ତାର ଚାଳଘର ଦି'ବଖରା ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା। ପୋଡ଼ା କାଠ, ବାଉଁଶ ସାଙ୍ଗକୁ ସାଇକେଲ୍ ଦୋକାନର ରବର ଟ୍ୟୁବ୍ ଓ ଟାୟାର ପୋଡ଼ିଯାଇ ଫୁରୁକୁଟିଆ ଗନ୍ଧ ହେଉଥିଲା। ମୋ ଆଗରେ ଆଉଥରେ ଚନ୍ଦ୍ରମାଧବଙ୍କ ମୁହଁ ନାଚିଗଲା। ପଢ଼ିଥିଲି, ମହାଭାରତର ଶ୍ରୀକୃଷ୍ଣ ବି ଯୁଦ୍ଧକ୍ଷେତ୍ରରେ ଶସ୍ତ୍ର ଧରିବେ ନାହିଁ ବୋଲି ନେଇଥିବା ସଂକଳ୍ପ ଭାଙ୍ଗି ଥରେ ରଥଚକ ଧରି ଧାଇଁ ଯାଇଥିଲେ। ସେତିକି ଅନିବାର୍ଯ୍ୟ ଓ ଅସହ୍ୟ ହୋଇ ନଥିଲେ ଚନ୍ଦ୍ରମାଧବ କଦାପି ବନ୍ଧୁକ ଧରି ନ ଥାନ୍ତେ। କିନ୍ତୁ କୁଆଡ଼େ ଗଲେ ସେ? କୋଉଠି ଥିବେ ଗୋଟେ ହିନ୍ଦୁ ଝିଅ ଓ ମୁସଲମାନ ପୁଅକୁ ଲୁଚେଇ ରଖିବାର ଦାୟିତ୍ୱ ମୁଣ୍ଡରେ ମୁଣ୍ଡେଇ? କେନାଲର ପାଣି ମୋତେ ସ୍ଥିର ଓ ନିସ୍ତରଙ୍ଗ ଦିଶୁଥିଲା। ମୁଁ ବୁଲିପଡ଼ି ଚନ୍ଦ୍ରମାଧବ ଛାଡ଼ିଯାଇଥିବା ତାଙ୍କର ବିପର୍ଯ୍ୟସ୍ତ ଆଶ୍ରମ ଓ ଦେଉଳ ଆଡ଼େ ଚାହୁଁଥିଲି। ସୁଆଙ୍ଗ ବିକ୍ରମ ରାଉତରାୟଙ୍କ ମନମୁଖୀ କାରବାର, ସାମନ୍ତବାଦୀ ଢଙ୍ଗରଙ୍ଗ ଓ ସ୍ଥାନୀୟ ସମସ୍ୟା ଗୁଡ଼ିକ ପ୍ରତି ଉଦାସୀନତା ନେଇ ଲୋକମାନେ ଏତେଦୂର ବିରକ୍ତ ହୋଇଯାଇଥିଲେ ଯେ ନିର୍ବାଚନରେ ତାଙ୍କର ପରାଜୟ ଖବର ଶୁଣୁ ଶୁଣୁ ସେମାନେ ଖୁସି ପାଳିବା ପାଇଁ ନିଜ ନିଜର ଘର ଅଗଣାକୁ ଚାଲିଆସିଥିଲେ। 'ଏତେଦିନ ଲୋକମତର ବିଜୟ ହେଲା' ବୋଲି 'ମଧୁପୁର ପଞ୍ଚାୟତ ସ୍ୱାଧୀନତା ସଂଗ୍ରାମୀ ସମିତି'ର ଅବାହକ ଆକୁଳାନନ୍ଦ ମନ୍ତବ୍ୟ ଦେଲେ ଓ ବିଜୟୀ ନିରାକାରବାବୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବାଲାଗି ଗୋଟେ ସମ୍ବର୍ଦ୍ଧନା ସଭା ସକାଶେ ପ୍ରସ୍ତାବ ରଖିଲେ। କହିବା ବାହୁଲ୍ୟ, ତାଙ୍କର ଏପ୍ରକାର ସମୟୋପଯୋଗୀ ପ୍ରସ୍ତାବକୁ ସମସ୍ତେ ସମର୍ଥନ କଲେ। ବିକ୍ରମ ରାଉତରାୟ ଗତ ପଚିଶ ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀରୁ ଜିଣିଆସୁଥିଲେ। ଲୋକଙ୍କର ମନ ଓ ହୃଦୟ ଜୟ କରିବାରେ ତାଙ୍କର ବିଶେଷ ଦକ୍ଷତା ଥିଲା। ସେ ଅବଶ୍ୟ ନିର୍ବାଚନ ପରେ ପ୍ରାୟତଃ ନିର୍ବାଚନ ମଣ୍ଡଳୀକୁ ଆସୁ ନଥିଲେ କି ଏ ନିର୍ବାଚନ ମଣ୍ଡଳୀର ସମସ୍ୟା ନେଇ ବିଧାନସଭାରେ ପାଟି ଖୋଲୁ ନଥିଲେ। ସେ ନିଜକୁ ଜାତୀୟ ସ୍ତରର ନେତା ଭାବେ ସବୁଠି ଉପସ୍ଥାପନ କରୁଥିବାରୁ ସମସ୍ତେ ତାଙ୍କୁ ସେହିଭଳି ଗ୍ରହଣ କରିବା ଉଚିତ ବୋଲି ତାଙ୍କର ସମର୍ଥକମାନେ କହି ବୁଲୁଥିଲେ। ଆମ ଅଞ୍ଚଳ ପାଇଁ କିଛି କରୁନାହାନ୍ତି କାହିଁକି-କେହି କେହି ଏଭଳି ପ୍ରଶ୍ନ ପଚାରୁ ନଥିଲେ ନୁହେଁ; ମାତ୍ର ଏଭଳି ସମସ୍ତ ପ୍ରଶ୍ନର ଉତ୍ତର ବିକ୍ରମ ରାଉତରାୟଙ୍କ ପାଖେ ମହଜୁଦ ଥିଲା। 'ବିରୋଧୀ ଦଳର ହୀନ ଉଦ୍ୟମ ଯୋଗୁ